ଏଥିପାଇଁ କହନ୍ତି- ବୁଝି ବିଚାରି କାମ କଲେ ବିପଦ ନ ପଡ଼ଇ ଭଲେ। ଆଉ ଗୋଟିଏ କଥା, ଇନ୍ଦ୍ରିୟ-ସଂଯମ ପାଇଁ ଧୈର୍ଯ୍ୟ ଓ ବାରମ୍ବାର ଚେଷ୍ଟା ଆବଶ୍ୟକ। ଏହା ମରଣ ପର୍ଯ୍ୟନ୍ତ ଲାଗି ରହିପାରେ। ଥରେ ନୁହେଁ, ଦୁଇ ଥର ନୁହେଁ; ଶତାଧିକ ଥର ପରାସ୍ତ ହେବାକୁ ପଡ଼ିବ। ତଥାପି ଧୈର୍ଯ୍ୟ ଧରି ଚେଷ୍ଟା କରିବାକୁ ପଡ଼ିବ। ଋଷିମାନେ ମଧ୍ୟ ଇନ୍ଦ୍ରିୟଦ୍ଵାରା ପରାସ୍ତ ହୋଇଛନ୍ତି। ଏଣୁ ଯେତିକି ସଂଯମ ହେବ, ଯେତିକି ଅନୁତାପ; ସେତିକି ଯଥେଷ୍ଟ ମନେ କରି ପୁଣି ଚେଷ୍ଟା କରିବାକୁ ହେବ। ପୂରା ଅସଂଯମୀଠାରୁ ଅଧା ସଂଯମୀ ହେବା ଯଥାଲାଭ। ଯେଉଁ ଦିନ ଯେତିକି ସଂଯମୀ ହେବ ସେହି ଦିନ ସେତିକି ସୁଖଶାନ୍ତି ଭୋଗ କରିବ। ୟ-ସୁଖ ପାଇବା ପାଇଁ ମନୁଷ୍ୟ ତଥା ପ୍ରାଣୀମାନେ ଦିନରାତି ଧାଇଁଛନ୍ତି। ସୁଖକୁ ସବୁବେଳେ ପାଇବା କଅଣ ସମ୍ଭବ? ତେବେ କେବେ କେମିତି ମିଳିପାରେ, କିନ୍ତୁ ସବୁବେଳେ କିମିତି ମିଳିବ ମୁଁ ବୁଝିପାରୁନାହିଁ। ଅନୁଗ୍ରହ କରି ସେ ବିଷୟରେ କିଛି କହନ୍ତୁ। ମ-ଆଚ୍ଛା ହେଉ, ଆଉ ଦିନେ ଦେଖା ହେଲେ ସୁଖ ବିଷୟ ନେଇ କହିବି। ବର୍ତ୍ତମାନ ଖରା କମିଲାଣି, ନିଜ ନିଜ ଗନ୍ତବ୍ୟ ପଥର ଚାଲ ଯିବା। ଦ୍ଵିତୀୟ ଅଧ୍ୟାୟ ୟ-ଗୁରୁଦେବ, ଅନେକ ଦିନ ହେଲା ଆପଣଙ୍କ ସହିତ ଦେଖା ହୋଇନାହିଁ। ତେଣୁ ମନ ବଡ଼ ଅଥୟ ହେଲା। ଆଜି ଆଶୀର୍ବାଦ ଭିକ୍ଷା ଆଶାରେ ଚାଲି ଆସିଲି। ମ-ହେଉ, ବସ। ଆଜିକାଲି ଯୁଗ ବଦଳିଲା। ଲୋକଙ୍କ ରୀତିନୀତି, ଖାଦ୍ୟପେୟ, ପୋଷାକ ଓ ଭାଷା ବଦଳିଲା କିନ୍ତୁ ତୁମ୍ଭେ ସେହି ପୁରୁଣା କାଳର 'ଗୁରୁଦେବ' ଶବ୍ଦଟି ସାଇତି ରଖିଛ-। ଆଜି ତାହା ବଦଳରେ 'ମହାଶୟ' ଶବ୍ଦ ପରା ଆମଦାନୀ ହେଲାଣି। ଅଭ୍ୟାସ ବଶତଃ ରଖିଛ, ନାଁ ବୁଝି ଶୁଝି ରଖିଛ? ୟ-ମୁଁ ସେପରି କିଛି ବୁଝିନାହିଁ। ଅଭ୍ୟାସ ବଶତଃ ରଖିଛି। ତଥାପି ଗୁରୁଦେବ କହିଲେ ମୋତେ ଭଲ ଲାଗେ। ନୂଆ ଅଭ୍ୟାସଟା ଅଡ଼ୁଆ ଲାଗେ। ମ-ଭଲ କରିଛ। ଗୁରୁଦେବ କହିଲାକ୍ଷଣି ନିଜର ଭକ୍ତିଭାବ ବେଶୀ ବଢ଼ିଯାଏ। ଗୁରୁ ଶବ୍ଦର ଅର୍ଥ ନିଜଠାରୁ ବେଶୀ ଓଜନ। ପୁଣି ଦେବ ଲଗାଇବାରୁ ଦେବତା ସହିତ ସମାନ ମନେ କରାଯାଏ। ଦେବତା-ମାନଙ୍କଠାରେ ଆମଠାରୁ ବଳ ଓ ଗୁଣ ଅନେକ ବେଶୀ ଅଛି ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ନିଜଠାରୁ ଅନ୍ୟକୁ ଯେତେ ବଡ଼ ଆକାରରେ ଦେଖି ଶିଖିବ ତେତେ ଭଲ ଏଥିପାଇଁ ଗୁରୁଦେବ, ପିତୃଦେବ ପ୍ରଭୃତି ସମ୍ବୋଧନ ପୁରାକାଳରୁ ହିନ୍ଦୁ ସମାଜରେ ଚଳି ଆସୁଅଛି। ଅବଶ୍ୟ ମହାଶୟ ଶବ୍ଦର ଅର୍ଥ ଊଣା ନୁହେଁ କିନ୍ତୁ ଆଜି ଏହି ଶବ୍ଦ ପ୍ରାୟ ସମସ୍ତଙ୍କ ପ୍ରତି ପ୍ରୟୋଗ କରାଯାଉ ଥିବାରୁ ସାଧାରଣ ଶବ୍ଦ ହୋଇଯାଇଛି। ଅର୍ଥ ଯାହା ହେଉନା କାହିଁକି, ବ୍ୟବହାର ଦୃଷ୍ଟିରୁ ଅର୍ଥର ତାରତମ୍ୟ ଜଣାପଡ଼େ। ମୋଟ କଥା ଗୁରୁଦେବ କହିବା ମାତ୍ରେ ନିଜ ହୃଦୟ ଯେତେ ନଇଁଆସେ; ମହାଶୟ କହିବାମାତ୍ରେ। ସେତେ ନଇଁଆସେ ନାହିଁ। ୟ-ଗୁରୁ କେତେ ପ୍ରକାର? ସେମାନଙ୍କ ସମ୍ବନ୍ଧରେ ମୋତେ ଗୋଟିଏ ଧାରଣା ଅନୁଗ୍ରହ କରି ଦିଅନ୍ତୁ। ମ-ଗୁରୁ ସାଧାରଣତଃ ଚାରି ପ୍ରକାର ଯଥା-ସାଧାରଣ ଗୁରୁ, ବିଦ୍ୟାଗୁରୁ, ଦୀକ୍ଷାଗୁରୁ ଓ ଗୁଣ ଗୁରୁ। ସଂସାରରେ ଚଳିବା ପାଇଁ ବହୁତ ପ୍ରକାର କାମ ଶିଖିବାକୁ ପଡ଼େ। ଭାତ ରାନ୍ଧିବା, ଚାଷ କରିବା ଓ ବାଣିଜ୍ୟ କରିବା ପ୍ରଭୃତି କାମ ଯାହାଙ୍କ ଠାରୁ ଶିଖାଯାଏ ତାଙ୍କୁ ସାଧାରଣ ଗୁରୁ କୁହାଯାଏ। ଅଙ୍କ, ସାହିତ୍ୟ, ଇତିହାସ ଓ ଭୂଗୋଳ ପ୍ରଭୃତି ବିଦ୍ୟାଳୟର ପାଠଗୁଡ଼ିକ ଯାହାଙ୍କ ଠାରୁ ଶିଖାଯାଏ ତାଙ୍କୁ ବିଦ୍ୟାଗୁରୁ କୁହାଯାଏ। ସଂସାରର ଗତିବିଧି ଓ ଈଶ୍ଵରଙ୍କ ସମ୍ବନ୍ଧରେ ଯାହାଙ୍କ ଠାରୁ ଶିଖାଯାଏ ତାଙ୍କୁ ଦୀକ୍ଷାଗୁରୁ କୁହାଯାଏ। ସାଧୁ ସନ୍ନ୍ୟାସୀମାନେ ସାଧାରଣତଃ ଏହି ଶ୍ରେଣୀର ଅନ୍ତର୍ଗତ। ଭଲ ଗୁଣଗୁଡ଼ିକ ଯାହାଙ୍କଠାରୁ ଶିଖାଯାଏ ତାଙ୍କୁ ଗୁଣଗୁରୁ କୁହାଯାଏ। ଏହି ଶ୍ରେଣୀର ଗୁରୁ ଅନେକ। ଯାହାଙ୍କଠାରେ ଯେଉଁ ଭଲ ଗୁଣ ଥାଏ ତାଙ୍କଠାରୁ ସେହି ଗୁଣକୁ ଶିଖିବାକୁ ହୁଏ। ପ୍ରତି ମନୁଷ୍ୟ ଠାରେ ଏକ ବା ଏକାଧିକ ଗୁଣ ଥିବାର ଦେଖାଯାଏ। ଏପରିକି ମନୁଷ୍ୟ ବ୍ୟତୀତ ଅନ୍ୟ ପ୍ରାଣୀମାନଙ୍କ ଠାରେ ମଧ୍ୟ ଗୁଣ ଅଛି। ଭାଗବତର ଏକାଦଶସ୍କନ୍ଧରେ ଲେଖାଅଛି, ଜ୍ଞାନୀ ଶ୍ରେଷ୍ଠ ଅବଧୂତ ମୀନ, ପତଙ୍ଗ ଓ ମୃଗ ପ୍ରଭୃତିଙ୍କୁ ଗୁରୁ ମନେକରି ସେମାନଙ୍କଠାରୁ ଗୁଣ ଶିଖିଥିଲେ-।